କରିବାର ଅନୁମତି ପ୍ରଦାନ କଲା। ବାନ୍ଦବଗଡ଼ ଜାତୀୟ ଉଦ୍ୟାନର ବାଘୁଣୀ ଓ କାହ୍ନା ଜାତୀୟ ଉଦ୍ୟାନର ବାଘୁଣୀ ପଟନ୍ନା ଅଭୟାରଣ୍ୟକୁ ସ୍ଥାନାନ୍ତରିତ ହେଲେ। ଟି ତିନି ନାମକ ଏକ ବାଘ ପେଞ୍ଚ ଜାତୀୟ ଉଦ୍ୟାନରୁ ଆଣି ଛଡ଼ାଯାଇଥିଲା। କିନ୍ତୁ ନଭେମ୍ବର ମାସରେ ଟି ତିନି ଉଦ୍ୟାନ ବାହାରକୁ ଚାଲି ଯାଇଥିଲା। ବାଘଟି ପ୍ରକୃତରେ ନିଜ ଘର ପେଞ୍ଚ ଜାତୀୟ ଉଦ୍ୟାନ ଆଡ଼କୁ ଚାଲିବା ଆରମ୍ଭ କଲା। ବିନା କୌଣସି ଅସୁବିଧାରେ ମନୁଷ୍ୟ ବସବାସ କରୁଥିବା ଅଞ୍ଚଳ ପାଖ ଦେଇ ସେ ସ୍ଥିର ଭାବେ ପେଞ୍ଚ ଆଡ଼କୁ ଯାଉଥିଲା। ଏକ ମାସ ଧରି ବନ ବିଭାଗ ଟି ତିନି ବାଘର ଗତିବିଧି ପ୍ରତି ଦୃଷ୍ଟି ରଖିଥିଲେ ଓ ପୁଣି ଏହାକୁ ପଟନ୍ନା ଅଭୟାରଣ୍ୟ ମଧ୍ୟକୁ ଅଣାଯାଇଥିଲା। ଏହା ପରେ କିନ୍ତୁ ବାଘଟି ପଟନ୍ନା ଛାଡ଼ି ଗଲା ନାହିଁ। ଟି ତିନି ପଟନ୍ନାରେ ନିଜର ଶିକାର କ୍ଷେତ୍ର ସ୍ଥାପନ କଲା ଓ ବାଘୁଣୀମାନଙ୍କ ସହିତ ମିଶି ପରିବାର ବୃଦ୍ଧି କଲା। କାହ୍ନା ଜଙ୍ଗଲରୁ ଅଣାଯାଇଥିବା ଦ୍ୱିତୀୟ ବାଘୁଣୀ ଟି ଦୁଇ ମଧ୍ୟ ପରେ ଚାରିଟି ଛୁଆଙ୍କୁ ଜନ୍ମ ଦେଇଥିଲା। ମାର୍ଚ୍ଚ ମାସରେ ଆଉ ଏକ ବାଘୁଣୀ ଟି ଚାରି ପଟନ୍ନାରେ ଛଡ଼ାଯାଇଥିଲା। ଏହି ବାଘୁଣୀଟି ଅନାଥ ହୋଇଯିବା ପରେ ଏଠାରେ ଛଡ଼ାଯାଇଥିଲା। ଏକ ପୁରୁଷ ସାଥୀ ବାଘକୁ ଦେଖି ସେ ଶିକାର କରିବା ଶିଖିଲା ଓ ପରେ ନିଜ ସାଥୀ ସହ ପରିବାର ଗଠନ କଲା। ମସିହା ସେପ୍ଟେମ୍ବର ଉନେଇଶ ତାରିଖରେ ଟି ତିନି ମୃତାବସ୍ଥାରେ ଦେଖିବାକୁ ମିଳିଥିଲା। ତାହାର ବେକରେ ବନ୍ଧା ହୋଇଥିବା ରେଡିଓ କଲାରରେ କିଛି ସଂକ୍ରମଣ ହୋଇଥିବାରୁ ସେ ପ୍ରାଣ ହରାଇଥିଲା। ନଭେମ୍ବର ମାସରେ ତାହାର ଭଉଣୀ ଟି ପାଞ୍ଚକୁ ମଧ୍ୟ ପନ୍ନାରେ ଛଡ଼ା ଯାଇଥିଲା। ଏହିପରି ପନ୍ନା ଜଙ୍ଗଲରେ ଚାରିଟି ବାଘ ବାଘୁଣୀ ଓ ଦଶଟି ବାଘଛୁଆ ବଞ୍ଚି ରହିଥିଲେ ଓ ବନ ବିଭାଗ ସେମାନଙ୍କ ଗତିବିଧି ଓ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ। ଭାରତ ସରକାର, ମଧ୍ୟ ପ୍ରଦେଶ ସରକାର ଓ ଉତ୍ତର ପ୍ରଦେଶ ସରକାର ମିଳିତ ଭାବେ କେନ୍ ନଦୀ ଓ ବେଟୱା ନଦୀକୁ ସଂଯୋଜିତ କରିବା ପାଇଁ ଯୋଜନା କରିଥିଲେ। ଏହି ଯୋଜନା ଅନୁସାରେ ଦୁଇ ଶହ ଅଶୀ ତିନି ମିଟର ଲମ୍ବା ଦୌଧାନ ନଦୀବନ୍ଧ ନିର୍ମାଣ କରିବାର ଯୋଜନା ମଧ୍ୟ ରହି। କେନ୍ ଅବବାହିକାରୁ ବେଟୱା ଅବବାହିକାକୁ ଅତିରିକ୍ତ ଜଳ ନିଷ୍କାସିତ କରିପାରିଲେ ବୁନ୍ଦେଲଖଣ୍ଡ ଅଞ୍ଚଳର ମରୁଡ଼ିଗ୍ରସ୍ତ ସ୍ଥାନ ସବୁ ଉପକୃତ ହେବେ। ଏହା ହିଁ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହା ଏଠାକାର ବାଘଙ୍କ ସଂଖ୍ୟା ଓ ଅଧିବାସକୁ ବହୁତ କ୍ଷତି ପହଞ୍ଚାଇବ ବୋଲି ପ୍ରକୃତିବିଦ ଓ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପଟନ୍ନା ଜାତୀୟ ଉଦ୍ୟାନ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଏକ ନଦୀ ପଟନ୍ନା ଅଭୟାରଣ୍ୟର ଏକ ମୟୂର ପନ୍ନା ଜଙ୍ଗଲର ଏକ ବାଘ ଛୁଆ ପନ୍ନାରେ ରହିଥିବା ଏକ କଲରାପତରିଆ ବାଘ ନେଉଳଟିଏ ସତର୍କ ହୋଇ ଦୂରରୁ ନିରୀକ୍ଷଣ କରୁଛି ଘଞ୍ଚ ଘାସବୁଦା ମଧ୍ୟରେ ଏକ ହରିଣ ଛୁଆ ପନ୍ନାରେ ଜଙ୍ଗଲ ସଫାରୀ ପନ୍ନା ଜଙ୍ଗଲରେ ବୁଲୁଥିବା ଏକ ସମ୍ବର ହରିଣ ବାର୍ହାଟିଏ ସଡ଼କ ପାରି ହେଉଛି ମାଛଖିଆ ଚିଲ ଚିଲର ଆଉ ଏକ ପ୍ରଜାତି।